ଏଇ ଦେଖନ୍ତୁନା ଓଁ ପ୍ରକାଶ ନାରାୟଣ କି ଚମତ୍କାର ଭାବରେ ମୋର ସ୍ଵାଗତ ପାଇଁ ଆୟୋଜନ କରୁଛନ୍ତି। ରଙ୍ଗମଞ୍ଚରେ ଆଲୋକ ଜଳୁଛି। କୋଡ଼ିଏଟା ମାଇକ୍ ମୋର ଭାଷଣକୁ ସହରର ସବୁ ପ୍ରାନ୍ତକୁ ଘେନିଯାଉଛି। ଭାଷଣ ପରେ ସଂସ୍କୃତିକ କାର୍ଯ୍ୟ ରହିଛି, ତାହାର ବି ଖର୍ଚ୍ଚ ଅଛି। ପରମହଂସ ପୁଣି କହିଲେ–ମୁଁ ଯେଉଁ ଜନତାକୁ ଏଠାରେ ଦେଖୁଛି, ଏହା କଅଣ ନିର୍ମଳ ଜନତା? ଏମାନେ କଅଣ ସଂକଳ୍ପ କରି ମତେ କହିପାରିବେ ଯେ ମୋର ଭାଷଣ ଶୁଣି ସେମାନଙ୍କର ଅନ୍ତର ଭଗବତ୍ ବିଶ୍ଵାସରେ ପୂର୍ଣ୍ଣ ହୋଇଯିବ କିମ୍ବା ଏଣିକି ତାଙ୍କ ଜୀବନରେ କେବଳ ଆଧ୍ୟାତ୍ମିକ ଚିନ୍ତା ଛଡ଼ା ବୈଷୟିକ ଭାବ ରହିବନାହିଁ? ମୋର ଗୋଟିଏ ବାକ୍ୟ ଶୁଣନ୍ତୁ–କ୍ରୋଧ, ମୋହ, ଗର୍ବ ଓ ଅହିଷ୍ଣୁତା ଆଦି କୁପ୍ରବୃତ୍ତିଗୁଡ଼ିକୁ ମନରେ ସ୍ଥାନ ଦିଅନ୍ତୁନାହିଁ। ଦେଲେ ଆପଣମାନେ ବିପଥକୁ ଚାଲିଯିବେ। ଏହି କୁପ୍ରବୃତ୍ତି ପରିହାର କରି ମନକୁ ନିର୍ମଳ ତଥା ସତ୍ଚିନ୍ତାରେ ମଗ୍ନ କରିପାରିଲେ ବ୍ୟକ୍ତିତ୍ଵର ପୂର୍ଣ୍ଣାଙ୍ଗ ବିକାଶ ସାଧିତ ହେବ। ପୁଣି ଦେଖନ୍ତୁ ଏଇ ଐତିହାସିକ କଟକ ସହର ଅବା ପୁଣ୍ୟକ୍ଷେତ୍ର ପୁରୀଧାମ ଯୁଗ ଯୁଗ ଧରି ସନ୍ଥ ସନ୍ନ୍ୟାସୀମାନଙ୍କର ପ୍ରବଚନ ଶୁଣି ଆସିଛି। ମତେ କୁହନ୍ତୁ ଶ୍ରୋତୃଜନତାର କେତେ ଭାଗ ଏସବୁ ଶୁଣି ପରମାର୍ଥୀ ହୋଇ ପାରିଛନ୍ତି? ଓଁ ପ୍ରକାଶ ନାରାୟଣ ଯିଏ କି ଆଜିର ଆୟୋଜନରେ ସିଦ୍ଧହସ୍ତ ଓ ମୁକ୍ତହସ୍ତ ସେ କହିପାରିବେ କି ସେ କେତେ ନିର୍ମଳ? ଯଦି ନୁହନ୍ତି ତେବେ କହିବାକୁ ହେବ ପାରାୟଣ ପ୍ରବଚନ ସବୁ ଉପରକୁ ଉଡ଼ିଯାଇଛି। କିଛି ରହୁନାହିଁ, କାହାକୁ ସ୍ପର୍ଶ କରୁନାହିଁ। ପ୍ରବଚନ ଶେଷହେଲା। ପରମହଂସଙ୍କର ବାଣୀ ଯେ ଏମିତି ଅଡ଼ୁଆ ଅସଫା ହୋଇଯିବ, ଓଁପ୍ରକାଶ ଜାଣି ନ ଥିଲେ। ମନଟା ତାଙ୍କର ଖରାପ ହୋଇଗଲା। ମନେ ମନେ ପ୍ରତିଜ୍ଞା କଲେ ଆଉ ସେ ଗୋଡ଼ ପୂରାଇବେନାହିଁ ଏ ସବୁ ଧର୍ମ ସଭା ଆଡ଼େ। ନିଜ ବ୍ୟବସାୟ ବୁଝିଲେ, ତାହା ବଢ଼ିବ। ଲକ୍ଷ୍ମୀ ଘରକୁ ଆସିବେ। ବର୍ଷେ ବିତିଯାଇଛି। ସ୍ଵାମୀ ବିଶ୍ଵାନନ୍ଦଙ୍କ ପରେ ଶୁଦ୍ଧାନନ୍ଦ ଆସିଛନ୍ତି। ଲୁଗା ମଇଳା ହେଲେ ପୁଣି ତାହା ସାଫାହୋଇ ରଜକ ଘରୁ ଆସେ, ସେହିପରି ମନର ମଇଳା ହୁଏତ କିଛି ବିଶ୍ଵାନନ୍ଦ ସ୍ଵାମୀ ଧୋଇ ଦେଇଥିଲେ। ମାତ୍ର ଶୁଦ୍ଧାନନ୍ଦ ଆସିବା ପୂର୍ବରୁ ତାହା ଯେଉଁ ମଇଳାକୁ ସେହି ମଇଳା। ଆସିଲେ ଅସୀମାନନ୍ଦ, ସେ ବି ଗୀତା ଯଜ୍ଞ, ଭାଗବତାଧିଷ୍ଠାନ କଲେ। କିଛି ଅସାରତା ପୋଛିଲେ, ମାତ୍ର ଗମ୍ଭୀରାନନ୍ଦ ଆସିବା ବେଳକୁ ମନ ଓ ହୃଦୟରେ ପୁଣି ଜମିଗଲା କେତେ ମଇଳା। ଶେଷକୁ ଆଉ ସଭା ହୋଇପାରିଲାନାହିଁ। ବର୍ଷ ବର୍ଷ ଏହିପରି ବିତିଗଲା। ଯେତେ ସଂଖ୍ୟାରେ ସନ୍ନ୍ୟାସୀ ପ୍ରବଚନ ଦାତା, ତ୍ରିଦଣ୍ଡ ସ୍ଵାମିଗଣ ସହରକୁ ଆସିଲେ, ସେତିକି ସର୍କସ ଖେଳ ଦେଖିବା ଭଳି ଆଗ୍ରହ ନେଇ ଲୋକେ ବିନା ଟିକଟରେ ରଙ୍ଗ ରହସ୍ୟ ଦେଖିବାକୁ ଆସିଲେ। ଜଣେ ଶ୍ରୋତା କହିବାର ଶୁଣାଗଲା–ଏ ଗମ୍ଭୀରାନନ୍ଦ ଯାହା କହିଲେ, ଗୃହସ୍ଥ୍ୟ ହୋଇ ଆମ ସାର୍ ତ ତାଙ୍କ ଭାଷଣରେ ଏଇଆ କହିଥାନ୍ତି; ମାତ୍ର ଏଠାରେ କେହି ବୁଝନ୍ତୁ ବା ନବୁଝନ୍ତୁ ଏମିତି 'ହାୟ ହାୟ ଓଃ... ଓଃ କି ଅମୃତ' ଏମିତି କାହିଁକି କହୁଛନ୍ତି? ଲୋକ ଦେଖାଣିଆ ନୁହଁ କି? ପଡ଼ୋଶୀ ଶ୍ରୋତା ଜଣଙ୍କ ଉତ୍ତର ଦେଲେ–ସାର୍ଙ୍କ ଭାଷଣ ଶୁଣିଛି। ବରଂ ମୁଁ କହିବି ସେ ଯେଉଁ ଆନ୍ତରିକତା ଓ ନିଷ୍ଠାର କଥା କୁହନ୍ତି, ସେଥିରୁ ଅଂଶ ମାତ୍ର ଏମାନଙ୍କର। ନାହିଁ। ତଥାପି ଏମାନଙ୍କ ଗୋଡ଼ତଳେ ଯେ ଭକ୍ତମାନେ ପଡ଼ିଯାଉଛନ୍ତି